ଧୁମ୍ଧାମରେ ତାର ଶ୍ରାଦ୍ଧ ଶୁଦ୍ଧି, ସ୍ମୃତି ସ୍ତମ୍ଭ ତୋଳିଥିଲା ସମାଜ। ସମାଜ କୃତଘ୍ନ ନୁହେଁ। ଆମର ଜୀବନ ଯାତ୍ରା ନଦୀର ଜୀବନ ଯାତ୍ରା ଭଳି ଚଞ୍ଚଳ ଓ କ୍ଷିପ୍ର। ଦିନ ପରେ ଦିନ, ମାସ ପରେ ମାସ ଆଉ ବର୍ଷ ପରେ ବର୍ଷ ଗଡ଼ିଯାଏ, ଆମେ ଶିଶୁରୁ ଯୁବକ ଓ ଯୁବକରୁ ବୃଦ୍ଧ ହେଉ ଏବଂ ଏହାପରେ ସଂସାରରେ ଯେଉଁ ନିୟମ ରହିଛି ସେଥିରେ ନିଜକୁ ମିଶାଇ ଦେଇ ନିଶ୍ଚିହ୍ନ ହୋଇଯାଉ। ବାସ୍ତବ ଅନୁଭୂତି ହିଁ ଗଳ୍ପ, ଉପନ୍ୟାସ ଓ କବିତା। ନଦୀ ଭଳି ଅନେକ ଅନୁଭୂତି ନେଇ ଆମେ ଆକାଶରେ ମିଶିଯାଉ। ମଣିଷର ଆଶା ଅନେକ, ଏହି ଆଶା ପାଇଁ ସେ ଅନେକ ବାଟ ଆଗେଇ ଯାଏ। ଆଶାର ଆଲୋକ ମୋ ଜୀବନ ଯାତ୍ରା ପଥରେ ଅନେକ ଆଶା ସଞ୍ଚାର କରିଛି, ଏଥିପାଇଁ ମୁଁ ବହୁତ ବାଟ ଆଗେଇ ଆସିଛି ଏବଂ ପାଠକ ପାଠିକାମାନଙ୍କ ପାଖରେ ନିଜର କ୍ଷୁଦ୍ର ପୁସ୍ତକଟିକୁ ଉପସ୍ଥାପନ କରୁଛି। ସେମାନେ ଏହାକୁ ପଢ଼ି ଯାହା ବିଚାର କରିବେ ସେହିମାନଙ୍କ ମତାମତ ଉପରେ ମୋର ଭବିଷ୍ୟତ ଜୀବନ ନିର୍ଭର କରେ, ମୁଁ ଆଶା ବାନ୍ଧି ବସିଛି। ଆଶା, ସେମାନେ ମୋତେ ନିଶ୍ଚୟ ସାହାଯ୍ୟ କରିବେ। ନମସ୍କାର। ରାଉତରାୟ ଭବନ ଶ୍ରୀକାନ୍ତ କୁମାର ରାଉତରାୟ ରାଣୀହାଟ, କଟକ- ସୂଚୀପତ୍ର ଅଫିସଠାରୁ ବସାଟା ତିନି କିଲୋମିଟର। ସବୁଦିନେ ଚାଲି ଚାଲି ଅଫିସ ଯିବା ଓ ଚାଲି ଚାଲି ଅଫିସରୁ ଫେରିବା ତା' ପକ୍ଷରେ ବହୁ କଷ୍ଟସାଧ୍ୟ ହେଉଥିଲେ ମଧ୍ୟ ସେ ଥିଲା ନିରୂପାୟ। କ'ଣ ବା ସେ କରିବ? ସବୁ ଦିଗକୁ ଦୃଷ୍ଟି ଦେଇ ନ ଚଳିଲେ ତା'ର ସମସ୍ତ ଯୋଜନା ଭଣ୍ଡୁର ହୋଇଯିବ ବୋଲି ସେ ଜାଣି ଥିଲା। ସେ ନିଜକଥା ଯେତିକି ସମୟ ଭାବୁ ନ ଥିଲା, ଭାବୁଥିଲା ତା' ଉପରେ ନିର୍ଭର କରୁଥିବା ବୃଦ୍ଧ ପିତା ମାତା ଓ ସାନ ସାନ ଭାଇ ଭଉଣୀଙ୍କ କଥା। ଗୁରୁପଦ ଉପରେ ବହୁତ ଆଶା ଏହି ବୃଦ୍ଧ ପିତା ଦୀନବନ୍ଧୁର। କଟକରେ ଚାକିରି ଖଣ୍ଡେ ପାଇବା ପରେ, ଦୀନବନ୍ଧୁ ଖୁବ୍ ଆନନ୍ଦର ସହିତ ଗୁରୁପଦକୁ ନିଜ କୋଳ ଉପରକୁ ଟାଣି ନେଇ ଗଦଗଦ ହୋଇ କାହିଁକି କାନ୍ଦିପକାଇ ଥିଲା, ସେ କଥା ଗୁରୁପଦର ମନେ ପଡ଼ିଲେ ଆଖିଟା ଏବେ ବି ଜକେଇ ଆସେ। ଦୁଇଧାର ଲୁହ ଥପ ଥପ ହୋଇ ବର୍ଷା ବିନ୍ଦୁଭଳି ଝଡ଼ି ପଡ଼େ। ଗୁରୁପଦ ଭଲ ଭାବରେ ଜାଣି ଥିଲା ତା'ର ପିତା ଦୀନବନ୍ଧୁ କିଭଳି କଷ୍ଟ ସହି, ମାଟି ସହିତ ମାଟି ହୋଇ ଖରା ବର୍ଷାରେ ନିଜକୁ ମିଶାଇ, ମୁଣ୍ଡ ଝାଳ ତୁଣ୍ଡରେ ମାରି, ରକ୍ତକୁ ପାଣି କରି ତା'କୁ ପାଠ ପଢ଼େଇଛି। କି ଦାରୁଣ ହାଡ଼ଭଙ୍ଗା ପରିଶ୍ରମ ତା' ପିତା ତା' ପାଇଁ ନ କରିଛି? ମଣିଷ ଭଳି ମଣିଷଟିଏ ହେବାପାଇଁ ପାଠ ପଢ଼ିବା ଏକାନ୍ତ ଆବଶ୍ୟକ, ଦୀନବନ୍ଧୁ ଭଲ ଭାବରେ ହୃଦୟଙ୍ଗମ କରିଥିଲା। ସେ ଜାଣିଥିଲା ପାଠ ନ ପଢ଼ିଲେ ମଣିଷ ଭାବରେ ଗଣ୍ୟ ହେବା ସହଜ କଥା ନୁହେଁ। ପାଠ ନ ପଢ଼ି ସେ ଯେଉଁ ନିର୍ଯ୍ୟାତନା ଯନ୍ତ୍ରଣା ଭିତର ଦେଇ ଗତି କରୁଛି, ଭବିଷ୍ୟତରେ ତା'ର ପୁଅମାନେ ସେପରି ନ ଭୋଗନ୍ତୁ। ପିଲାଟି ଦିନରୁ ଦୀନବନ୍ଧୁ ଗୁରୁପଦ ପ୍ରତି ବିଶେଷ ଯତ୍ନ ନେଇଥିଲା। ତା' ପଢ଼ିବା ପାଇଁ ଆବଶ୍ୟକ ବହିପତ୍ର, ଖାତା, ପେନସିଲ ଠିକ୍ ସମୟରେ ଯୋଗାଇ ଦେଇଥିଲା। ସମୟ ସମୟରେ ଏଭଳି ପରିସ୍ଥିତି ସୃଷ୍ଟି